ପିଣ୍ଡିକ ରାୟଗୁରୁ ସେତେବେଳେ ପିଣ୍ଡିକ ରାୟଗୁରୁ ଦଶପଲ୍ଲା କୁଞ୍ଜବନ ଗଡ଼ରେ ଦନ୍ତା ଲୋକ। ସଂସ୍କୃତ ଭାଷାରେ ଯେପରି ପ୍ରବୀଣ' ଓଡ଼ିଆ ଭାଷାରେ ତହୁଁ ବଳି। ଚାରି ଥର ତୀର୍ଥ କରିଛନ୍ତି— ଭୂ−ଭାରତ-। ତାଙ୍କର ଗୋଟିଏ ଦୋଷ ଯେ ସେ ଷାଠିଏ ବର୍ଷ ବୟସରେ ନରସିଂହପୁର ବଡ଼ ହରିଚନ୍ଦପୁର ଶାସନ ସାହିର ମିଛୁ ମିଶ୍ରଙ୍କ କନ୍ୟା ବାର−ବରଷୀ ପାରିକୁ ବିଭା ହେଲେ। ବିଭା ହେବାର ଆଠ ବର୍ଷ ହୋଇଯାଇଥାଏ। ତଥାପି ଅପବାଦ ତୁଟି ନଥାଏ। ବୁଢ଼ା ଅତି ବୀର ପୁରୁଷ। ଖଣ୍ଡା ଧରି ଯୁଝି ପାରନ୍ତି। ରାତ୍ର ପାଇଲେ ମୁଦ୍ଗର ବୁଲାନ୍ତି। ଏଇ ଅଠଷଠୀ ବର୍ଷରେ ଯୁବା ତାଙ୍କ ପାଖରେ ଛିଡ଼ା ହୋଇପାରିବେ ନାହିଁ। ପାରିର ଏବେ ବୟସ କୋଡ଼ିଏ। ପୁଅ ଝିଅ ତିନୋଟିର ମାଆ ସେ ହେଲାଣି-। କିନ୍ତୁ ରାୟଗୁରୁଙ୍କର ଅପବାଦ ସେମିତି ଥାଏ। ତାର ପରା ଟୋକୀଟା ଆଉ କେତେବର୍ଷ ଭୋଗିବ-? ବୁଢ଼ାଟା ଦିନେ ଠୋକିନା ମରିଯିବ। ଏପରି ପ୍ରଚାର ଚାଲିଥାଏ। ନୀଳକଣ୍ଠ ବଉଳବନରେ ଯଦୁମଣିଙ୍କ ମଧୁର ଧ୍ୱନୀ ଶୁଣି ରାୟଗୁରୁ ପତ୍ନୀ ପାରି ଦେବୀ ବିଚଳିତ ହୋଇ ସ୍ୱାମୀଙ୍କୁ କହିଥିଲେ ଯେ ସେଇ ପିଲାଠାରୁ ସେ ଜଗନ୍ମୋହନ ରାମାୟଣ ପୂରା ଶୁଣନ୍ତେ। ବୃଦ୍ଧ ରାୟଗୁରୁ ନବୀନା ଜାୟାର ସବୁ ଅନୁରୋଧ ରକ୍ଷା କରୁଥିଲେ। ସେ ଦେଖିଲେ ସୁକୁମାର ଚିତ୍ରକାର ପିଲା। ରଥୀ ଭାସ୍କରଙ୍କୁ କହି ସେହି ଯଦୁମଣିଙ୍କୁ ଘରକୁ ନେଇଗଲେ। ବ୍ରାହ୍ମଣ ସିନା ସଂକଳ୍ପ କରି ପୁରାଣ ପଢ଼ନ୍ତି। କିନ୍ତୁ ମହାପଣ୍ଡିତ ରାୟଗୁରୁଙ୍କ ଘରେ ଅଭିନବ ଘଟଣା ଘଟିଲା। ଶୁଦ୍ର ତରୁଣଦ୍ୱାରା ପବିତ୍ର ରାମାୟଣ ଚରିତ ବ୍ରାହ୍ମଣ ଘରେ ପଠିତ ହେଲା। ଆଜ୍ଞାଧୀନ ଯଦୁମଣି ଏଇଠି ଉତ୍ତମ ଖାଦ୍ୟ, ଉତ୍ତମ ବ୍ୟବହାରରେ ନିରନ୍ତର ମୋହିତ ହୋଇ ମାମୁଁ ଅଜା ଘରଠାରୁ ରାୟଗୁରୁଙ୍କ ଘରକୁ ଅଧିକ ମନେ କଲେ। ରଥୀ ଭାସ୍କରଙ୍କର ରାୟଗୁରୁ ସଙ୍ଗାତ ଓ ବନ୍ଧୁ। ତେଣୁ ଯଦୁମଣିଙ୍କ ମାଇଁ ଆଈ ପିଲା ଘେନି କିଛି ଚିନ୍ତିତ ନ ଥିଲେ। ବରଂ ରାୟଗୁରୁଙ୍କ ଯୋଗୁଁ ପିଲାର ପାଠ ଶାସ୍ତ୍ରରେ ଉନ୍ନତି ହେବ ବୋଲି ଜାଣି ଆନନ୍ଦିତ ଥିଲେ। ଦିନରେ ରାୟଗୁରୁ ବିଭିନ୍ନ ସଂସ୍କୃତ କାବ୍ୟ ସହିତ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ ଆଦି ଭଞ୍ଜଙ୍କ କାବ୍ୟକବିତା ଯଦୁମଣିଙ୍କୁ ଅର୍ଥକରି ବୁଝାନ୍ତି-। ଯଦୁମଣି ଅତି ନିବିଡ଼ ଭାବରେ ତାହା ବୁଝନ୍ତି ଯେପରି, ମନେ ରଖନ୍ତି ମଧ୍ୟ ସେହିପରି। ହୟଗ୍ରୀବ କୃପାରୁ ପାଠ ହୁଏ। ସାହିର ବହୁ ଝିଅବୋହୂ ଶୁଣିବାକୁ ଆସନ୍ତି। ଯେପରି। ଗୋଟିଏ ଯାତ୍ରା ବସେ। ରାୟଗୁରୁଙ୍କ ପଡ଼ିଶା ଘର ହେଉଛନ୍ତି ରଘୁନାଥ ସୂତ୍ରରାୟ। ତାଙ୍କ ଘରକୁ ବାଡ଼ି ପାଖେ ବାଟ ଥାଏ। ଧନବନ୍ତ ସୂତ୍ରରାୟଙ୍କ ଗର୍ବିତା ସ୍ତ୍ରୀ କେବେ ରାୟଗୁରୁଙ୍କ ଖୁଆଡ଼କୁ ଆସିବାର ଦେଖା ନ ଥାଏ। କାରଣ ସେ ଚିତ୍ରକାର ଘରର ରମଣୀ ହେଲେହେଁ ଅତି ନୀତିସଂପନ୍ନା ଥାଆନ୍ତି। ରାୟଗୁରୁ ତିତି ତିନୋଟି ବିବାହ କଲେ, ତାଙ୍କୁ ଅଣ୍ଟିଲା ନାହିଁ। ତିନି ଥରରେ ଧର୍ମ ଛାଡ଼। ତଥାପି ରାୟଗୁରୁ ଚତୁର୍ଥ ଥର ବିବାହ କରିବାକୁ ପୁଣି ଏକ ପରମା ସୁନ୍ଦରୀ ଷୋଷଶୀ ଯୁବତୀକୁ ବଧୂ କରି ଆଣିବାରୁ ସେ ଅସନ୍ତୁଷ୍ଟ ଥାନ୍ତି। ଅବଶ୍ୟ ଧନ ଲୋଭରେ ତାର ପିତା ସିନା ବିକ୍ରୟ କରିଦେଲେ। ବୁଢ଼ା ମୃତ୍ୟୁ ପରେ ସେ ବାଳିକା କିପରି କ'ଣ କରିବ ଭାବି ସେ ଅସ୍ଥିର ଥାନ୍ତି। ଏଣେ ଗ୍ରାମ, ଗଡ଼ ସବୁଆଡ଼େ ଲେକେ ପ୍ରବଚନ ଗଢ଼ି ଗାଉଥାନ୍ତି— ଆଲୋ ପାରବ ବୁଢ଼ା ଘଇତାକୁ ଏଡ଼େ ଗରବ! ବୁଢ଼ା ଘଇତାଟି ମରି ଯାଆନ୍ତି। ପାରବ ଗରବ ଭାଜି ଯାଆନ୍ତ। ସୂତ୍ରରାୟଙ୍କ କାମିନୀ ମୁକ୍ତା ଦେଇ ବାଡ଼ ସନ୍ଧିରେ ଉଣ୍ଡି ପାରିବ ମଧୁର ରୂପଶ୍ରୀ କେତେ ଥର ଦେଖି ବ୍ୟାକୁଳ ହୋଇଛନ୍ତି—ଟିକିଏ ଦୁଃଖ ସୁଖ ହୁଅନ୍ତେ। ପାରିର ଗୀତ ଭାଗବତ ମଧ୍ୟ ସେ କେତେଥର ଶୁଣିଥାନ୍ତି। କାରଣ ପାରି ପାଠଶାଠରେ ନିର୍ଜିତ ଥାଏ। ଯାହାବା ନ ଥିଲା ତାକୁ ଚଉଷଠୀ କଳାରେ ରାୟଗୁରୁ ନିର୍ଜିତ କରିଛନ୍ତି। ସେ ଆଠ ବର୍ଷ ହେଲା ଆସି ଏଇଠି ଅଛି। ସେ ଯୁବତୀ ହୋଇଛି। ଏଇଠି ସେ ରାୟଗୁରୁଙ୍କଠାରୁ ସବୁ ଶିକ୍ଷା କରିଛି। ଏ ଯୁବକଟି କିଏ? ଏଇ ସୁନ୍ଦର ତରୁଣଟି କା'ର? ରୂପ ସାଥିକୁ ତାର ମଧୁର ଧ୍ୱନୀରେ ସୂତ୍ରରାୟଙ୍କ ପରିବାର ଉଚ୍ଛନ୍ନ ହୋଇଉଠିଲେ। ସେମାନେ ଧନବନ୍ତର ଆଭିଜାତ୍ୟକୁ ଭୁଲି ଦିନେ ରାୟଗୁରୁଙ୍କ ଅଗଣାକୁ ବାଟ ଫିଟାଇ ଏକ କବାଟ ଦୁଆରବନ୍ଧ ଲଗାଇଲେ। ରାୟଗୁରୁ ଓ ପାରିର ଆନନ୍ଦ ଦେଖେ କିଏ?